ଆମର ଆଚମନ, ସଙ୍କଳ୍ପ ମନ୍ତ୍ରରେ ବ୍ରହ୍ମପୁତ୍ର ନାହିଁ। ପ୍ରାଚୀନ ଶାସ୍ତ୍ରାଦିରେ ଆସାମର ଉଲ୍ଲେଖ ମଧ୍ୟ ଖୁବ୍ କମ୍। ମହାକାବ୍ୟ ଯୁଗରେ ଦେଖାଯାଏ ଦ୍ୱିତୀୟ ପାଣ୍ଡବ ଭୀମ ବିବାହ କରନ୍ତି ହିଡ଼ିମ୍ବାକୁ। ତୃତୀୟ ପାଣ୍ଡବ ଅର୍ଜୁନ ନାଗକନ୍ୟା ଉଲୁପୀକୁ ଅବିଷ୍କାର କରନ୍ତି ଏବଂ ମଣିପୁର ରାଜଦୁହିତା ଚିତ୍ରାଙ୍ଗଦା ଏବଂ ଉଲୁପୀଙ୍କ ସହିତ ତାଙ୍କରି ବିବାହ ହୁଏ। ଏହାପରେ ପାର୍ବତ୍ୟ ଆସାମ ସହିତ ଭାରତୀୟ ସଭ୍ୟତାର ଯେଉଁ ଯତ୍ସାମାନ୍ୟ ଯୋଗ ଯୋଗାଯୋଗ ରହିଆସିଛି, ସେସବୁ ଅନେକ କ୍ଷେତ୍ରରେ ଗଳ୍ପାକାରରେ ଶୁଣାଯାଏ। ଯେଉଁମାନେ ଏତେକାଳ ଧରି ବଞ୍ଚିତ ଉପେକ୍ଷିତ, ଯେଉଁମାନେ କେଉଁଦିନ ଭାରତୀୟ ସଭ୍ୟ ସମାଜର ସ୍ନେହସ୍ପର୍ଶ ପାଇ ନାହାନ୍ତି, ସେହି ନାଗା ଗିରିଶ୍ରେଣୀ ଆଜି ଆଗ୍ନେୟଗିରିରେ ପରିଣତ ହୋଇଛି। ଭାରତକୁ ସେମାନେ ଚିହ୍ନି ନାହାନ୍ତି କୌଣସି ଦିନ। ଭାରତ ମଧ୍ୟ ସମୟାନୁଯାୟୀ ତାକୁ ଆବିଷ୍କାର କରିପାରିନି। ସେମାନଙ୍କୁ ଆମେ ଅସଭ୍ୟ ଆଦିବାସୀ ବୋଲି ଘୃଣା କରିଆସିଚୁ ମଣିଷ ବୋଲି କହିନୁ। ସେମାନେ ଚିରକାଳ ସ୍ୱାଧୀନ ଏବଂ ସ୍ୱଚ୍ଛନ୍ଦଚାରୀ, ବଶ୍ୟତ ସ୍ୱୀକାର କରି ନାହାନ୍ତି କେଉଁ କାଳରେ। ସେମାନଙ୍କ ପାଖାପାଖି ଯେଉଁମାନେ ଥିଲେ, ସେମାନେ ହେଉଚନ୍ତି ଇଂରେଜ ମିଶନାରୀ, ଚାହା ବଗିଚାର ସାହେବ ଆଉ ମେମ୍। ସେମାନେ ଚିହ୍ନନ୍ତି ନିଜସ୍ୱ ଜୀବନର ସ୍ୱାଧୀନତା। ପାଟକାଇ ପର୍ବତମାଳାର ଏ ଧାରରେ ସେମାନେ ପାଇଥିଲେ ସାମନ୍ତବାଦୀ ସ୍ୱାଧୀନ ମଣିଷ ଏବଂ ଅନ୍ୟ ଦିଗରେ ବ୍ରହ୍ମପୁତ୍ର ଉପତ୍ୟକା ଅବାଧ ବିଚରଣ କ୍ଷେତ୍ର। ସେମାନେ ବର୍ମା, ମଣିପୁରକୁ ଚିହ୍ନନ୍ତି, କିନ୍ତୁ ଭାରତକୁ ଚିହ୍ନନ୍ତିନି। ଭାରତ ସହିତ ସେମାନଙ୍କର କୌଣସି ନାଡ଼ୀର ଯୋଗ ନ ଥିଲା କି ନାହିଁ। ଆଜି ଯେତେବେଳେ ସେମାନେ ମିଶନାରୀ ଓ ସାହେବ ଗୁପ୍ତଚରଙ୍କ ପ୍ରବର୍ତ୍ତନାରେ ଉତ୍ସାହିତ ହୋଇ ସମ୍ପୂର୍ଣ୍ଣ ଆଞ୍ଚଳିକ ସ୍ୱାଧୀନତା ଦାବି କରନ୍ତି, ସେତେବେଳେ ଯାଇ ଆମର ଆଖି ଫିଟୁଛି। ହୁରି ପଡ଼ିଛି ସେମାନଙ୍କ ହୃଦୟକୁ ଜୟ କର ସ୍ନେହ ମମତାଦ୍ୱାରା। ସେମାନଙ୍କ ପାଖକୁ ଯାଇ, ସେମାନଙ୍କ ପାଖରେ ଠିଆ ହୋଇ ସେମାନଙ୍କ ସୁଖ ଦୁଃଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ମିଳେଇଦେବାକୁ ପଡ଼ିବ। ବର୍ତ୍ତମାନ କାଳରେ ନାଗାପାହାଡ଼ ବ୍ୟତୀତ ସମଗ୍ର ହିମାଳୟର ଅନ୍ୟ କୌଣସି ଅଞ୍ଚଳରେ ଏଭଳି ବ୍ୟାପକ ଭାରତ-ବିଦ୍ୱେଷ ଭାବ ଦେଖାଦେଇନି। ଠିକ୍ ଏହି କାରଣରୁ କାଶ୍ମୀରର ଲଡ଼ାଖ ଅଞ୍ଚଳଟି ହାତରୁ ଖସିଯିବାର ସମ୍ଭାବନା ରହିଥିଲା ଯଥା ସମୟରେ ହସ୍ତକ୍ଷେପ ଫଳରେ ରକ୍ଷା ମିଳିଲା। ନାଗା ଜାତି ସହିତ ବୁଝାମଣା ବ୍ୟାପାରରେ ଭାରତୀୟ ନେତୃତ୍ୱ ଆଜି ଖୁବ୍ କଠିନ ଓ ସଙ୍କଟ ସଙ୍କୁଳ ପରୀକ୍ଷାରେ ଉପସ୍ଥିତ। ମଧ୍ୟବର୍ତ୍ତୀକାଳୀନ ଗୋଟାଏ କିଛି ସମାଧାନ ଅବଶ୍ୟ ହୋଇଛି; ତଥାପି ଅଗ୍ନି ନିର୍ବାପିତ ହୋଇନି, ବିଦ୍ରୋହ ଦମନ ହୋଇଯାଇଛି ବୋଲି କୁହାଯାଇ ନ ପାରେ।ସିଲଚରରୁ ରାସ୍ତା ପଡ଼ିଚି ପୂର୍ବ ଦିଗକୁ। ବରାକ ନଦୀ ପାର ହୋଇଆସିଛି। ଭାଦ୍ର ମାସ। ଲାଗିରହିଛି ବର୍ଷାର କାରୁଣ୍ୟ, ଦୁଇ ପାଖରେ ସଜଳତା। ଛୋଟ ଛୋଟ ଗ୍ରାମପଥ ପଡ଼ିଛି ଇତସ୍ତତଃ। ଉପତ୍ୟକାପଥ ଲମ୍ବିଚି ପାହାଡ଼ ତଳକୁ। ଏଭଳି ଶାନ୍ତ ଏବଂ ଆତ୍ମସମାହିତ ବନମୟ ପଥ ଆଖିରେ ପଡ଼ିଛି ଖୁବ୍ କମ୍। ପିଲାଦିନେ ବାଣପୁର ହାଇସ୍କୁଲରେ ପଢ଼ିଲାବେଳେ ଆମେ ଉଠୁ ଘଣ୍ଟଶିଳା ପାହାଡ଼ ଉପରକୁ କଣ୍ଟେଇକୋଳି ଖାଇବା ପାଇଁ। ବାଟ ଭୁଲିଯିବାର ଆଶଙ୍କା ନ ଥାଏ। ହୁଏତ ଘଣ୍ଟଶିଳା, ନଚେତ୍ ଭାଲେରୀ ପର୍ବତଶ୍ରେଣୀ, ଏହି ଦୁଇଟି ମୋ ଆଖିରେ ଥିଲା ବନମୟ। ଏହାର ରାସ୍ତା ସହିତ ମୁ ସୁପରିଚିତ। ଘାଟା ପାର ହୋଇ ଆସିଛି ଖଲ୍ଲିକୋଟରୁ ବାଣପୁରକୁ, ଯାଇଚି ବାଣପୁରରୁ ଖଲ୍ଲିକୋଟ। ଆମର ଗନ୍ତବ୍ୟସ୍ଥଳ ଗୋଟିଏ କ୍ଷୁଦ୍ର ବନମୟ ପାହାଡ଼ର ଶିଖରଦେଶ। ନାଁ ତାର ଅରୁଣବନ୍ଧ। ଅରୁଣବନ୍ଧ ତଳ ଦେଇ ଗୋଟିଏ ପକ୍କା ରାସ୍ତା ପଡ଼ିଛି ମଣିପୁରକୁ। ବିଗତ ଯୁଦ୍ଧ ସମୟରେ ଇଂରେଜ ମାର୍କିନ ଯୁଦ୍ଧପ୍ରଚେଷ୍ଟାର କ୍ରୀଡ଼ାସ୍ଥଳୀ ଥିଲା ଏହି ରାସ୍ତାଟି। ଏଠାରୁ ବିମାନରେ ଗଲେ ମଣିପୁରରେ ପହଞ୍ଚିବାକୁ ମାତ୍ର ପନ୍ଦର ମିନିଟ ଲାଗେ। ଆଖପାଖରେ ପାହାଡ଼ତଳିରେ--